ପ୍ରଚୁର ସଂଭାବନାରେ ଭରପୁର ଏହି ଦୀପଙ୍କକୁ ଲୁଟିବା ପାଇଁ ବଂଧୁଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲେ ଦିନକୁ ଦିନ। ତା'ର ସମୟ, ଶାନ୍ତି, ସରଳତା, ସୂକ୍ଷ୍ମତାକୁ ଚୋରି କରିବାକୁ କେହ ନା କହି ଯୁଟିଯାନ୍ତି। ବୟସ, ଜ୍ଞାନ କିଛି ବୋଲି କିଛି ତାଳ ମେଳ ରହେନା। ଦୀପଙ୍କରର ପ୍ରଚଣ୍ଡ ସଂଭାବନାକୁ ସେମାନେ ଯେମିତି ଶୋଷି ନିଅନ୍ତି। ସୁଦିପ୍ତା ସହିପାରେନି। ଦୀପଙ୍କରର ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ତା'ର ଏକମାତ୍ର ସମ୍ବଳ। ଏତକକୁ ଛାଡ଼ିଦେଲେ ଦୀପଙ୍କର କ'ଣ ଦପୀଙ୍କର! ସୁଦିପ୍ତା କହିପାରେନି, ମନେ ଚିଡ଼ିମିଡ଼ି ହୁଏ। ଠାକୁରଙ୍କ ଆଗରେ କାନ୍ଦେ ଗୁଡୁ ଶୋଇଗଲାପରେ। ଗୁଡୁକୁ ଛାତିରେ ଜାକି କାନ୍ଦେ। ତାକୁ ଲାଗେ ଯେଉଁ ଗଛକୁ ବଢ଼ାଇବାକୁ ଯତ୍ନ ନେବାକୁ ଜୀବନର ଲକ୍ଷ୍ୟ ବୋଲି ଭାବିଥିଲା ଆଜି ତା'ର ଫଳ, ଫୁଲ, ପତ୍ର, ଡାଳ, ଜଣେ ପରେ ଜଣେ କାଟି ନେଇଯାଉଛନ୍ତି। ଆଉ ସେ କିଛି କରିପାରୁନି। ନିଜ ଅସହାୟତାକୁ ଦେଖି ତାକୁ ଲାଗେ ସେ ଯେମିତି ସୁଦିପ୍ତା ନୁହେଁ...। ସେହି ବଂଧୁମାନେ ସେମାନଙ୍କ ଫଷ୍ଟେସନ ସମୟରେ ଆସନ୍ତି। ଦିପଙ୍କର ସହ ନିଜର ଦୁଃଖ ଅସହାୟତାକୁ ବାଣ୍ଟନ୍ତି।। ଅସମୟ କଟିଗଲାପରେ ଚାଲିଯାନ୍ତି ନିଜ ନିଜ ବାଟରେ। ପ୍ରଥମେ ପ୍ରଥମେ ମହାପୁରୁଷ ପରି ତତ୍ତ୍ୱକଥା କହନ୍ତି, ସାହିତ୍ୟ କଥା କହନ୍ତି, ତା'ପରେ ଆରମ୍ଭ କରନ୍ତି ପରନିନ୍ଦା, ଆ' ତା' ବିରୁଦ୍ଧରେ ଯେତେସବୁ ଚାଲୁଗପ। କିଛି ଅବଶ୍ୟ ସତ କହିଥାନ୍ତି। କଥାରେ କଥାରେ ଝିଅମାନଙ୍କୁ ପୋଷ୍ଟମର୍ଟମ କରନ୍ତି। ଦୀପଙ୍କର ବହୁତ ସରଳ ଠିକ୍ ମେଣ୍ଢା ଛୁଆପରି। ପୁରାପୁରି ନିର୍ଭେଜାଲ। ଏହି ବଂଧୁମାନେ ଯେତିକି ଦିନ ମିଶନ୍ତି ତା' ହୃଦୟକୁ ସତେ ଯେମିତି ବିଷକ୍ତ କରିଦିଅନ୍ତି-। ମିଛ କହୁନଥିବା ମଣିଷଟି ମିଛ କହିବାକୁ ଆରମ୍ଭ କରେ। ସେମାନଙ୍କ ସହ ମିଶି ଆଡ଼ୁସାଡ଼ୁ ଗପେ, ବୁଲେ, ସମୟ ନଷ୍ଟ କରେ। ସୁଦିପ୍ତା ଏସବୁ ସହିପାରେନି ମନେ ମନେ ଚିଡ଼ି ହୁଏ। ସ୍ତ୍ରୀ ଲୋକଙ୍କ ସହ ମିଶିଲେ, କଥାହେଲେ ସୁଦିପ୍ତାର କିଛି ହୁଏନି କିନ୍ତୁ ଏ ବଂଧୁମାନଙ୍କ ସହ ମିଳାମିଶା କଲେ ସୁଦିପ୍ତାର ବ୍ଲଡ଼ ପ୍ରେସର ବଢ଼ିଯାଏ। ଯାହା ଉପରେ ସୁଦିପ୍ତା ଚିଡ଼େ ସେ ଦେଖେ କିଛି ଦିନପରେ ସେ ଦୀପଙ୍କରକୁ ଛାଡ଼ି ଚାଲିଯାଇଛନ୍ତି। ଦୀପଙ୍କର ବୁଝେ ଅନୁତାପ କରେ। ଅଳ୍ପ କିଛିଦିନ ଯାଇନଥିବ ଆଉଜଣେ ବଂଧୁଙ୍କ ଆବିର୍ଭାବ ହୁଏ। ଅବଶ୍ୟ ଏମାନଙ୍କର ସ୍ଥାୟିତ୍ୱ ଅଳ୍ପଦିନ। ତଥାପି କଟୁଥିବା ସମୟକୁ କାଟିବା ପାଇଁ। ଦୀପଙ୍କରର ବଂଧୁଙ୍କ ସଂଖ୍ୟା ବଢ଼ିବା ସହିତ ବଢ଼ିଚାଲିଲା ଦୁଶ୍ଚିନ୍ତା ସୁଦିପ୍ତାର। ତା' ସଂସାର କ୍ରମଶଃ ଅଭିଶପ୍ତ ହେବାକୁ ଲାଗେ। ଦିପଙ୍କରକୁ ଆଉ ନା ସମୟ ମିଳେ ଏକାଠି ବୁଲିବାକୁ ସୁଦିପ୍ତା ସହ, ନା ସମୟ ମଳେ ପଦେ ମିଠା କଥା କହିବାକୁ। ସବୁବେଳେ ବିରକ୍ତ ହୁଏ। ସୁଦିପ୍ତା ଏଥର ବିରକ୍ତ ହେଲା ନିଜ ଉପରେ ସେ ଚାକିରି ଛାଡ଼ିବାକୁ କହିଲାରୁ ଏତକ ହୋଇଛି। ଏ ବଂଧୁଙ୍କ ମାୟାରୁ ରକ୍ଷା ପାଇବାକୁ ଦୀପଙ୍କରକୁ ଚାକିରୀ କରିବାକୁ କହିଲେ ଦୀପଙ୍କର କାଳେ ରାଗିବେ। ସେଥିପାଇଁ ଜୀବନରେ ପ୍ରଥମ ଥର ଭିତରେ ଗୋଟେ ଉଦ୍ଦେଶ୍ୟ ରଖି ନିଜର ଆର୍ଥିକ ସ୍ଥିତିର ଦ୍ୱାହିଦେଇ ଦୀପଙ୍କରକୁ ଚାକିରୀ କରିବାକୁ ଅନୁରୋଧ କଲା। ସବୁବେଳେ ମୁଣ୍ଡ ହଲଉଥିବା ସ୍ତ୍ରୀ ଯେତେବେଳେ ତାକୁ ଚାକିରୀ କରିବାକୁ ପରାମର୍ଶ ଦେଲା ଦୀପଙ୍କର ଭଲ ଲାଗିଲାନି। ଜୋର ପାଟିତୁଣ୍ଡ କଲା। କୁଣ୍ଡରେ ଲାଗିଥିବା ସବୁତକ ଗଛ କାଟି ଦେଲା। ତା'ର ଭୟଙ୍କର ମୂର୍ତ୍ତି ଦେଖି ସୁଦିପ୍ତା ଆତଙ୍କିତ ହୋଇପଡ଼ିଲା। ଘରେ ଅଖଣ୍ଡ ଦୀପ ଜାଳିଲା, ଗୀତା ପଢ଼ିଲା। ଯେତେବେଳେ ସ୍ତ୍ରୀଟିଏ ସ୍ୱାମୀକୁ ଚାକିରି କରିବାକୁ କହିବ, ସ୍ୱାମୀଟି ଭାବିପାରେ ସ୍ତ୍ରୀ ତାକୁ ଅପାରଗ ଭାବୁଛି ବୋଲି! ଦୀପଙ୍କର ବି ସେମିତି ଭାଗିଲା। ସୁଦିପ୍ତା ସକାଳୁ ଉଠି ପାଦଛୁଇଁ ପ୍ରଣାମ କଲାବେଳେ ପାଦ ଘୁଞ୍ଚାଇ ଦେଲା। ରାତିରେ ତେଲ ଘଷିବାକୁ ଗଲାବେଳକୁ ଗୋଡ଼ ଦେଖାଇଲାନି। ସୁଦିପ୍ତା ତ ଦୀପଙ୍କରକୁ ଚାକିରି କରିବାକୁ ବାଧ୍ୟ କରିନି, ଜିଦ୍ କରିନି, କଳି କରିନି, ବାସ୍ କେବଳ ଗୋଟେ ଅନୁରୋଧ କରିଥିଲା ତାକୁ ଶନି, ରାହୁଙ୍କ କବଳରୁ ମୁକ୍ତ କରିବା ପାଇଁ। କିନ୍ତୁ ଦୀପଙ୍କରକୁ ବୁଝାଇବାକୁ ତା'ର ସାହସ ପାଏନି। ସେ ଦୀପଙ୍କର ସାମ୍ନାରେ ଠିଆ ହେବାକୁ ଭୟ କରେ। କେମିତି ବୁଝାଇବ ସେ ଦୀପଙ୍କରକୁ ତା'ର ବୁଦ୍ଧିବାଟ ପାଏନି। ଦୀପଙ୍କରର ସବୁ ଅସାଧାରଣ ତା'ର ରାଗ ବି ଅସାଧାରଣ ତା'ର ଅଭିମାନ, ଘୃଣା ସବୁକିଛି। ସବୁକିଛି ନିଆରା ସବୁକିଛି ଅଲଗା ଅନ୍ୟମାନଙ୍କଠୁଁ ସେଇଥିପାଇଁ ତ ସେ ଏତେବେଶୀ ପ୍ରିୟ ସୁଦିପ୍ତାର।